ଦିହେଁ ବୁଲିଲେ ସାରା ଉତ୍କଳ ଦେଶ। ଉଭୟେ ଇଂରାଜୀ ସାହିତ୍ୟରେ ପାରଦର୍ଶୀ ଥିଲେ। ଉଭୟଙ୍କର ମଧ୍ୟ ଥିଲା ସଂସ୍କୃତରେ ପ୍ରବେଶ। ଏବେ ଚିଲିକା, ଉଷା, ନନ୍ଦିକେଶ୍ୱରୀକୁ ନେଇ ପରଜା, ଅପହଞ୍ଚ, ଦାଦିବୁଢ଼ା ସହିତ ମିଳାନ୍ତୁ। ରୂପର ଚିତ୍ର ସମାନ ଦିଶିବ। ଦୁହେଁ ହେବେ ବର୍ଣ୍ଣନାଧର୍ମୀ। ଦୁହେଁ ଆହରଣ କରିବେ ଇଂରାଜୀରୁ। ଦୁହିଁଙ୍କର ଲେଖାର ଉପସଂହାର ଥିବ ନଗଣ୍ୟ। ଦିହେଁ ପ୍ରାୟ ସମାନ ଜଣାଯିବେ। ଇଏ କ'ଣ ବିଚିତ୍ର କଥା ନୁହେଁ? ଏତେ ବର୍ଷର ବ୍ୟବଧାନରେ ଯେତେବେଳେ ପରିସ୍ଥିତି ଓ ପରିବେଶ ଊଣା ଅଧିକେ ସମାନ ହୋଇଗଲା ଆମେ ପାଇଲୁ ସମାନ ଗୁଣର ସୃଷ୍ଟି। ଏଥିରୁ ଜଣାପଡ଼ୁଛି ଯେ ପରିସ୍ଥିତି ଓ ପରିବେଶ ଲେଖକର ସୃଷ୍ଟି ଓ ସାର୍ଥକତାର ପ୍ରଧାନ ଉପାଦାନ। ବହି-ପାଠୁଆ ଲେଖକ ପ୍ରାୟ ସମାନ। ଶଠ-ଲେଖକ ପ୍ରାୟ ସମାନ। ଲମ୍ପଟ-ଲେଖକ ପ୍ରାୟ ସମାନ। ମଣିଷର ଗୁଣ। ନେଇ ତାହାର ସାହିତ୍ୟ। ତାହାହେଲେ ଆମେ ଆଜି ଅନେକ ପ୍ରକାରର ସାଂସ୍କୃତିକ ସ୍ତରର ଓ ଜୀବନଧାରଣ ସ୍ତରର ଲେଖକଙ୍କୁ ଆଣି ଓଡ଼ିଆ ସାହିତ୍ୟରେ ନ ପହୁଞ୍ଚାଇଲେ ଓଡ଼ିଆ ସାହିତ୍ୟ ତାହାର ଗତାନୁଗତି ଛାଡ଼ି ପାରିବ ନାହିଁ। ତେଣୁ ସାହିତ୍ୟର ବୈଚିତ୍ର୍ୟ ପାଇଁ ମଣିଷର ବିଚିତ୍ରତାର ବିଭବ ଦେଖିବା ଦରକାର। ଏବେ ତେସ୍ତରୀ ମସିହାର ଓଡ଼ିଆ ସାହିତ୍ୟ ହଠାତ୍ ବିଚିତ୍ର ଓ ବର୍ଣ୍ଣାଢ୍ୟ ଜଣାପଡ଼ୁଛି। କାରଣ ପଚିଶ ତିରିଶବର୍ଷ ବୟସର ଅସଂଖ୍ୟ ଯୁବକ ଯୁବତୀ ବହୁତ ପ୍ରକାରରେ ଜୀବନକୁ ଉପଭୋଗ କରିବାକୁ ଚାହୁଁଛନ୍ତି। ପଡ଼ୋଶୀ ବଙ୍ଗଳା ସାହିତ୍ୟରେ ପ୍ରଥମ ମହାଯୁଦ୍ଧ ପରେ ପ୍ରାୟ କୋଡ଼ିଏମସିହା ଆରପାଖେ ହଠାତ୍ ବୈଚିତ୍ର୍ୟ ଦେଖା ଦେଲା। ଅଳପ ପରିସରର ନାୟକ ନାୟିକାଙ୍କର ମନର ଗତି ଦୁରୂହ ଓ ଆୟାସସାଧ୍ୟ ପରିସରର ନାୟକ ନାୟିକାଙ୍କର ମନର ଗତିଠାରୁ ଭିନ୍ନ। ଆମେ ଏବେ ଯାହାକୁ କଲିକତି ସାହିତ୍ୟ କହୁଛୁ ସେଥିରେ ଅଛି ଅଳପ ଜ୍ଞାନ ଓ ଛୋଟ ସାମାଜିକ ସ୍ତରର ଲେଖକ ବଡ଼ବଡ଼ କଥା ଲେଖୁଛି। ଏଠି ଆମର କଟକ ରାଉରକେଲାର ପାଠକ ସମାଜରେ ଟିକିଏ ଦୃଷ୍ଟିକଟୁ ହେଉଛି। ସ୍ପଷ୍ଟ ବୁଝାଯାଉଛି ଯେ ବହିଟି ଗୋଟିଏ ଅଳ୍ପ ଶିକ୍ଷିତ ଅଭିନେତ୍ରୀର କଲେଜ ଅଧ୍ୟାପିକାର କଥନିକା ପ୍ରକାଶ ପରି। କଲିକତି ସାହିତ୍ୟରେ ଅଛି ଆରମ୍ଭ ଓ ଶେଷର ଶ୍ରେଷ୍ଠତା। କିନ୍ତୁ ଏହାର ମଝିଭାଗଟି ଭାରି ପାଣିଚିଆ। ଏଠି ଅଣ-କଲିକତି ସାହିତ୍ୟରେ ଆରମ୍ଭ ଓ ଶେଷ ଅତି ନିରସ। କିନ୍ତୁ ଲେଖକ କିଛି ବାଟ ଆଗେଇ ଗଲେ ତାଙ୍କର କଲମର ଉତ୍କର୍ଷତା ଦେଖାଇବାରେ ସଫଳ ଜଣାପଡ଼ନ୍ତି। ପାଠକମାନେ ଏହି କଥା କହନ୍ତି। -ଆମେ କ'ଣ ୟା'କୁ ଜାଣୁ ନାହିଁ କି? -ଜାଣୁ। କିନ୍ତୁ ଆମେ ଲେଖିଲେ ସେଇଟା ପିଲାଙ୍କର ହସ୍ତାକ୍ଷର ପରି ହୋଇଯିବ। ଇଏ ମଧ୍ୟ ଭୁଲ୍ ଧାରଣା- ଆମେ ସାକ୍ଷର ଓ ପଣ୍ତିତମାନେ ଯଦି ସ୍ତ୍ରୀ' ପାଖକୁ ଚିଠି ଲେଖୁ ତାହାହେଲେ ସାହିତ୍ୟିକ ମୂଲ୍ୟକୁ ଆମେ ଭଲ କରି ହୃଦୟଙ୍ଗମ କରିପାରିବା। ମନେ କରନ୍ତୁ ଶିକ୍ଷା ବିଭାଗର ଡି. ପି. ଆଇ. ବା ଶିକ୍ଷା ମନ୍ତ୍ରୀ ବା ଆମର କଟକ, ଖଲିକୋଟ, ଗଙ୍ଗାଧର କଲେଜର ପ୍ରିନିସ୍ପାଲ ପ୍ରେମ ଚିଠି ଲେଖୁଛନ୍ତି ବା ପାଉଛନ୍ତି। ଭଲ ବୁଝିହେବ ଯେ ଏହି ଚିଠିଗୁଡ଼ିକ ହୃଦୟର ଭାବ ପ୍ରକାଶ ଦିଗରୁ ମୂଲ୍ୟହୀନ। ସେହି ଚିଠି ଦି'ଖଣ୍ତ ଆମେ ଅଳପ ଦରମା ପାଉଥିବା ଅମଲା, ଚପରାସି ଓ ମୋହରିର ସ୍ତରରେ ଦେଖିଲେ ଜାଣିପାରିବୁ ଯେ ଏହି ଚିଠିଗୁଡ଼ିକ ପ୍ରେମବିଧୁର ହୃଦୟର ନିଖୁଣ ସାହିତ୍ୟିକ ଚିତ୍ର। ତେଣୁ ଅଳପ ଲୋକର ସାହିତ୍ୟ ତାହାର ଆଖିର ଚାହାଣୀ, ଦି'ପଦ